''ମୋ ସାଂଗରେ ମୋ ଝିଅର ଲଢ଼େଇ! ଟାଂଗିଆରେ ମତେ ମାରିବାକୁ ଚାହେଁ ନା! '' ଟାଣିନେଇ ଆସିଲେ ଦୁଇ ଜଣଙ୍କୁ। ପଲିଂଗାର ବାହୁ ଓ ମେହଲୀର ବାହୁ ଭିତରେ ବର୍ଚ୍ଛା ଦୁଇଟା ଫୁଟି ଗୁନ୍ଥି ହୋଇରହିଥିଲା? ଠିକ୍ ବନ୍ଶୀ କଣ୍ଟା ଭଳି। ରକ୍ତାକ୍ତ ଦୁଇଟି ଶରୀର। ସଫଳ ଉଲ୍ଲାସରେ ଆନନ୍ଦୋତ୍ଫୁଲ୍ଲ ହୋଇଉଠୁଥିଲା ଆଂଗାମୀ ସର୍ଦ୍ଦାର। ''ନା, ନା ପ୍ରାଣରେ ମାରନାହିଁ–ସାଇବମାନେ ବାରଣ କରିଦେଇଚନ୍ତି। ଶଇଦାନକୁ ଧରି ସାହେବମାନଙ୍କ ହାତରେ ଦେଇ ଦେବା। '' ଜଣେ କିଏ କହିଉଠିଲା ସର୍ଦ୍ଦାରକୁ। କିନ୍ତୁ ସର୍ଦ୍ଦାରର ରାଗ ବର୍ଣ୍ଣନାତୀତ। ହୁଙ୍କାର କରିଉଠିଲା ସେ। ''ରେଂଗମା ଶଇତାନଟା ମୋ ଝିଅର ପେଟରେ ବଚ୍ଚା ବନେଇଚି–ପ୍ରାଣରେ ମାରିବିନି ଛାଡ଼ିଦେବି? '' ପ୍ରଚଣ୍ଡ ଉତ୍ତେଜନାରେ ବର୍ଚ୍ଛା ଦେହରେ ଦୁଇ ପ୍ରାଣୀୟ ପ୍ରଣୟିନୀଙ୍କୁ ଉପରକୁ ଟେକି ଧରିବାକୁ ଉଦ୍ୟତ ହେଲା ସେ। ହଠାତ୍ କିଏ ଜାବୁଡ଼ି ଧରିଲା ସର୍ଦ୍ଦାରକୁ। କ'ଣ କରୁଚୁ ସର୍ଦ୍ଦାର! ତୋର କ'ଣ ମନେ ନାଇଁ ମଣିଷକୁ ଖୁନ୍ କରିଥିବା ହେତୁ ଇମ୍ଫାଗ୍ ବସ୍ତିରୁ ଦଶଟା ପାହାଡ଼ୀ ଲୋକଙ୍କୁ ଧରି ନେଇଥିଲା ସେଦିନ। ଖବର୍ଦାର, ମାରନାହିଁ କହୁଚି! ଏ ଦୁଇଟାକୁ ଭିଡ଼ି ଭିଡ଼ି ନେଇଯିବା ବସ୍ତକି! ଦୁଇଟି ଦେହ, ପାହାଡ଼ୀ ପ୍ରେମ–ମେହେଲୀ ଓ ପଲିଂଗା। ଦେହରେ ବିଦ୍ଧ ବର୍ଚ୍ଛାର ଫଳକ। ନିଷ୍ଠୁର ଭାବରେ ଭିଡ଼ି ଭିଡ଼ି ନେଇଗଲେ ସେଦିନ ବସ୍ତି ଆଡ଼କୁ। ପାହାଡ଼ୀ ପ୍ରେମ ଏହି ପାର୍ବତ୍ୟ ପୃଥିବୀ ଭଳି ଆରଣ୍ୟକ, ଭୟଙ୍କର, ଦୁର୍ବାର। ଏ ପ୍ରେମ ସମାଜର ଶାସନ ମାନେନା। ରେଂଗାମା ଆଉ ଆଂଗାମୀ ବଂଶଧର ମେହଲୀ ଓ ପଲିଂଗା। ଦୁଇଟି ବନ୍ୟ ପ୍ରେମିକ ପ୍ରେମିକା। ସମାଜର ସକଳ ଅନୁଶାସନକୁ ଅଗ୍ରହ୍ୟ କରି ରଚନା କରିଥିଲେ ଦକ୍ଷିଣ ପାହାଡ଼ର ଗୁହାଗର୍ତ୍ତରେ ଏକ ନିର୍ଭରତାର ନୀଡ଼। ହୃଦୟର ଉତ୍ତାପରେ ସେ ନୀଡ଼ ହୋଇଉଠିଥିଲା ବଡ଼ ମଧୁମୟ। କିନ୍ତୁ ଏ ପାହାଡ଼ୀ ପୃଥିବୀ ବଡ଼ ନିର୍ମମ ବଡ଼ ନିଷ୍ଠୁର। ସେଠି ବିନ୍ଦୁଏ ହେଲେ କ୍ଷମା ନାହିଁ, କରୁଣା ନାହିଁ। ଏକ ଅସାମାନ୍ୟ ପ୍ରେମକୁ ହତ୍ୟାକରି ସୁଡ଼ଙ୍ଗଗର୍ଭର ଗୋଟିଏ ମୁଖୀ ଦମ୍ପତିଙ୍କ ନୀଡ଼କୁ ଛିନ୍ନ କରି ହିଂସ୍ର ଉଲ୍ଲାସରେ ସେଦିନ ମାତାଲ ହୋଇଉଠିଲା ଏହି ପାହାଡ଼, ଏହି ପାହାଡ଼ର ଜିଘାଂସା। ତା'ପରେ ଏକ ସଂକ୍ଷିପ୍ତ ଜୀବନର ବିରାଟ ଇତିହାସ। ସାହେବମାନଙ୍କ ଆଗରେ ହାଜର କରାଗଲା ଏହି ବିଦ୍ରୋହୀ ଦୁଇଟି ପ୍ରେମିକ-ପ୍ରେମିକାଙ୍କୁ। ସେ ଅଞ୍ଚଳରେ ପୋଲିସଥାନା ଅଫିସର ଥାଆନ୍ତି ମିଃ ଲୁଥର। ଦୁଇଟି ଆହତ ପକ୍ଷୀପକ୍ଷିଣୀଙ୍କି ଦେଖି ତାଙ୍କ ହୃଦୟ ତରଳି ଯାଇଥିଲା ଖୁବ୍ କଠୋର ଭାବରେ। କିନ୍ତୁ ହୃଦୟରେ ଥିଲା ସହାନୁଭୂତି ଓ ସମର୍ଥନ। ଦୁହେଁ ରହିଲେ ହାଜତରେ। ତା ଆରଦିନ ଆଙ୍ଗାମୀ ସର୍ଦ୍ଦାର ମିଃ ଲୁଥରଙ୍କୁ ପଚାରିଲା–ଦଣ୍ଡ? –ଦଣ୍ଡ ଏମାନଙ୍କୁ ଦିଆସରିଲାଣି। ସେମାନଙ୍କୁ ଫାଶି ହୁକୁମ ଛଡ଼ା ଆଉ କ'ଣ ଦିଆଯାଇପାରେ? ଆଙ୍ଗାମୀ ସର୍ଦ୍ଦାର ମନରେ ଭାରି ଖୁସି। ସତେ କି ସେ ଘୋର ପାପରୁ ମୁକ୍ତି ପାଇଯାଇଛି। ''ତୋ ଝିଅ ଇମିତି କଲା? '' –ଏ ଅପବାଦ ସେ ଯେମିତି କାହାରିଠୁ ଆଉ ଶୁଣିବାକୁ ନ ପାଏ। ଆଙ୍ଗାମା ବସ୍ତିରେ ସେଦିନ ଭାରି ଭୋଜିଭାତ, ନାଚ ଗୀତ, ଆନନ୍ଦ ଉଲ୍ଲାସ–ଏ ଉଲ୍ଲାସର ଏକମାତ୍ର ସ୍ୱର–''ମେହେଲୀ ଫାଶି ଦଣ୍ଡ ପାଇଛି, ଭାରିଭଲ ହୋଇଛି–ଯାହାହେଉ ଏକ କଳଙ୍କ ଗଲା। '' ମିଃ ଲୁଥର ରାତାରାତି ଆହତ ଦମ୍ପତିଙ୍କୁ ପଠେଇଦେଲେ ଇମ୍ଫାଲକୁ। ମିଶନାରୀ ଡାକ୍ତରଖାନା, ଅନାଥଶଶ୍ରମ ସବୁ ସେଇଠି। ସେବା ଶୁଶ୍ରୁଷା ସବୁ ମିଳିଲା। ମାତ୍ର ତିନି ମାସ ପରେ ଏକ ଉଜ୍ଜ୍ୱଳ ପ୍ରଭାତରେ ଶୁଭିଲା ଏକ କୋମଳ କଣ୍ଠର ଧ୍ୱନି। ଗୁହାଗର୍ଭରୁ ଅଙ୍କୁରିତ ହୋଇଥିବା ଏକ ବୃକ୍ଷପତ୍ର ପାଖୁଡ଼ା ନେଇ ଦେଖାଗଲା ସେଦିନ। ମାତୃତ୍ୱ ସାର୍ଥକ ହେଲା। କୋଳରେ ନବୀନତମ ସନ୍ତାନ। ନର୍ସ, ଧାଇମାଙ୍କର ସେବା ଓ ଯତ୍ନ। କିନ୍ତୁ ସେଦିନ ପାଖରେ ନଥିଲା ପଲିଙ୍ଗା-। ପୋଲିସମାନେ ନେଇ ତାକୁ ଛାଡ଼ିଦେଇ ଆସିଥିଲେ ନିଜ ବସ୍ତିରେ। ଦୀର୍ଘ ସାତମାସ ପରେ ପଲିଙ୍ଗା ଫେରିଆସିଲା ନିଜ ଘରକୁ। ତାର ବନ୍ଧୁମାନଙ୍କ ଆଗରେ କହିଚାଲିଲା ତାର ପ୍ରେମାଭିଯାନର କାହାଣୀ। ଜୁଆନଗୁଡ଼ାକ ଘେରି ବସିଛନ୍ତି, ମଝିରେ ପଲିଙ୍ଗା–ହଁ, ତାପରେ କ'ଣ ହେଲା? ଆଂଗାମୀମାନେ ତତେ ସାବାଡ଼ କରିଦେଲେ ନା? ଗୁଡ଼ାଏ ପ୍ରଶ୍ନ ଆଇ ତା ପାଖରେ ଗଦା ହୋଇଯାଉଛି। ଚତୁର୍ଦ୍ଦିଗରେ ସିଂଗଡ଼ି କ୍ଷେତ। ଶିକାରୀ କୁକୁର ମଧ୍ୟ ଗପ ଶୁଣୁଚି ପାଖରେ ବସି। କହୁଚି ପଲିଂଗା–କିରେ, ତୁମେ କ'ଣ ବୋକାଗୁଡିକ? ସେମାନେ ତ ମତେ ମାରି ପକାଇଥିଲେ, ମୁଁ।